ସହରର ଏହି ଅଂଶରେ କେଉଟମାନେ ରହନ୍ତି, କ୍ଳେରେନ୍ସ ଆଗରୁ ଜାଣିଥିଲେ-। ଯୁବତୀଟିର ଇଙ୍ଗିତରେ କ୍ଳେରେନ୍ସ ନିଜେ ଗାଡ଼ିକୁ ଏକ ଛୋଟିଆ ଘର ଆଗରେ ଠିଆ କରାଇଲେ। ଯୁବତୀଟି ଗାଡ଼ିରୁ ଓହ୍ଲାଉ ଓହ୍ଲାଉ କହିଲା, ''ଏଇ ହେଉଛି ଆମ ଘର। '' ମୁଁ ଆପଣଙ୍କୁ ଯଥେଷ୍ଟ କଷ୍ଟ ଦେଲି, କ୍ଷମା କରିବେ। ଆପଣ ଯଦି କିଛି ନ ଭାବନ୍ତି ତେବେ ଟିକିଏ ଆମ ଘର ଭିତରକୁ ଆସିଲେ ଖୁସି ହୁଅନ୍ତି। ସାମାନ୍ୟ କପେ କଫି- ''ନା, ଥାଉ ଥାଉ, ଆପଣ ମୋ। ପାଇଁ ବ୍ୟସ୍ତ ହୁଅନ୍ତୁନି। ଆପଣଙ୍କ ସହିତ ସାକ୍ଷାତ ହେଲା, ଏଇ ବେଶ୍ ଭଲକଥା। ''ନା, ନାଁ, ମୋର ଅନୁରୋଧ ଟିକକ ରଖନ୍ତୁ। ମୁଁ ଆପଣଙ୍କୁ ମୋ ପିତାଙ୍କ ସହିତ ଟିକିଏ ପରିଚିତ କରାଇ ଦିଏଁ। '' ''ଯୁବତୀଟିର ପଛେ ପଛେ କ୍ଳେରେନସ୍ ଘର ଭିତରକୁ ଚାଲିଲେ। ହଠାତ୍ ବୈଠକଖାନାରେ ନବନିର୍ବାଚିତ ଚେୟାରମେନଙ୍କୁ ଦେଖି ଚମକି ପଡ଼ିଲେ। ଯୁବତୀଟି ଚେୟାରମେନଙ୍କ ସହିତ କ୍ଳେରେନ୍ସଙ୍କୁ ପରିଚିତ କରାଇ ଦେଇ କହିଲେ, ''ଏଇ ହେଉଛନ୍ତି ମୋ ବାପା। ନୂଆ ହୋଇ ମନୋନୀତ ହୋଇଥିବା ସହରର ମ୍ୟୁନିସିପାଲିଟି ଚେୟାରମେନ। ନିର୍ବାଚିତ ନ ହୋଇ ସାରା ସହର ଭିତରୁ ଚେୟାରମେନ ପଦ ପାଇଁ ଯୋଗ୍ୟତମ ବ୍ୟକ୍ତି ଭାବରେ ମନୋନୀତ ହୋଇଛନ୍ତି। ''ବଡ଼ ଆଶ୍ଚର୍ଯ୍ୟ ଲାଗିଲା କ୍ଳେରନ୍ସଙ୍କୁ; ଚେୟାରମେନ ନିଜେ ଏକ ଜାଲ ବୁଣିବାରେ ବ୍ୟସ୍ତ। ତାଙ୍କୁ ସେଭଳି ଅବସ୍ଥାରେ ଦେଖି କ୍ଳେରେନ୍ସଙ୍କ ମନହେଲା ବାସ୍ତବିକ ତାଙ୍କ ଯନ୍ତ୍ରଟି ଏକ ଅଯୋଗ୍ୟ ବ୍ୟକ୍ତିକୁ ବାଛିଛି। ତା ନ ହୋଇଥିଲେ ଏଡେ ବଡ଼ ମ୍ୟୁନିସିପାଲିଟି ଚେୟାରମେନ କ'ଣ ବେଳ ପାଆନ୍ତେ, ଜାଲ ବୁଣିବା ପାଇଁ। ''କ୍ଳେରେନ୍ସଙ୍କୁ ଦେଖି ଚେୟାରମେନ ବସିବାକୁ ଅନୁରୋଧ କରିଛନ୍ତି କି ନାହିଁ, ହଠାତ୍ ତାଙ୍କ ଟେଲିଫୋନ୍ ବାଜି ଉଠିଲା। ଚେୟାରମେନ ନିଜେ ଫୋନ୍ ଧରିଲେ। ''ହଁ, ହଁ, ମୁଁ ନିଜେ କହୁଛି। କ'ଣ, କଥା କ'ଣ? '' କ'ଣ ଶୁଣିଲେ କେଜାଣି ପଚାରିଲେ। ''ଆଁ, ସପ୍ତାହରେ ଦୁଇ ଦିନ ଛୁଟି ପାଇଁ ଦାବୀ କରି ଆମ କେଉଟମାନେ ଧର୍ମଘଟର ନୋଟିସ୍ ଦେଇଛନ୍ତି? '' 'ହଁ, ଆଜ୍ଞା। ' ''ଧର୍ମଘଟ ନୋଟିସ? ସେମାନଙ୍କୁ ଦୁଇ ଦିନ ଛୁଟି ଦେବା ବିରୁଦ୍ଧରେ ତ ମୁଁ ନୁହେଁ। ଧର୍ମଘଟ କାହିଁକି? '' ''ଆଁ, ଆପଣ ଦୁଇଦିନ ଛୁଟି ଦେବାକୁ କହିଛନ୍ତି? '' ''ହଁ, ମୁଁ ତ ଦୁଇଦିନ ଛୁଟି ସପକ୍ଷରେ। '' ''କିନ୍ତୁ ଅଜ୍ଞା, ଆମ କାଉନସିଲରମାନେ ଯେ ଏହା ବିପକ୍ଷରେ। ଆମର ମାଛ ବ୍ୟବସାୟ ଯେଉଁ କ୍ଷତିରେ ଚାଲୁଛି, ସେଥିରେ ପୁଣି ଆହୁରି କ୍ଷତି ହେବ, ଯଦି ସେମାନଙ୍କୁ ଦୁଇଦିନ ଛୁଟି ଦିଆଯାଏ। ଆପଣ ତ ଜାଣିଛନ୍ତି ଆମ ସହରର ପ୍ରଧାନ ସମସ୍ୟା ହେଉଛି, ଏହି ମାଛ ସମସ୍ୟା। ଯେଉଁ ମାଛ ବ୍ୟବସାୟରୁ ଆମ ମ୍ୟୁନିସିପାଲିଟିର ଅଜସ୍ର ଲାଭ ହେଉଥିଲା, ସେହି ମ୍ୟୁନିସିପାଲିଟି ବର୍ତ୍ତମାନ ତାର କର୍ମଚାରୀମାନଙ୍କୁ ଦରମା ଦେବାକୁ ଅର୍ଥ ପାଉନି। ସେ ପରିସ୍ଥିତିରେ ସେମାନଙ୍କୁ ସପ୍ତାହରେ ଦୁଇ ଦିନ ଛୁଟି ଦେଇ ଆପଣ ଆମ ମ୍ୟୁନିସିପାଲିଟିକୁ କ'ଣ ଆହୁରି ଦେବାଳିଆ କରିବାକୁ ଚାହୁଁଛନ୍ତି? '' ଚେୟାରମେନ ହସିଲେ, ''ସେମାନଙ୍କୁ ଯଦି ଛୁଟି ନ ଦେବ, ତେବେ ସେମାନେ ଧର୍ମଘଟ କଲେ ତୁମର କ'ଣ ଅଧିକ ଲାଭ ହେବ? ''କିନ୍ତୁ ଛୁଟି ଦେଲେ ତ ଆହୁରି କ୍ଷତି ହେବ? '' ''ମୁଁ କ'ଣ ମ୍ୟୁନିସିପାଲିଟିର କ୍ଷତି ହେବା ଚାହୁଁଛି। ସେମାନେ ଦୁଦିନ ଛୁଟି ପାଇବେ ଅଥଚ ମ୍ୟୁନିସିପାଲିଟିର କ୍ଷତି ହେବନି, ବରଂ ଲାଭ ହେବ।